ବାତ୍ୟା ପରେ ଯେଡ଼େ ଉତ୍ସାହରେ ଆମେ ସାହିତ୍ୟର କୀର୍ତ୍ତନମଣ୍ଡପରେ ପାଠୋତ୍ସବର ସାହାଣ ଉତ୍ସବମାନ କଲୁ, ତାହା ହିଁ ଆମ ଦରଦଗୁଡ଼ିକର ବର୍ଣ୍ଣ ନିରୂପଣ କରିଦେଲା ପରି ମନେ ହେଉଥିଲା। ବାତ୍ୟା ପୂର୍ବରୁ ପୁରୁଷ ପୁରୁଷ ଧରି କୁଢ଼ କୁଢ଼ ମଣିଷ ଯେ କାହିଁକି ଜୀବନରେ ଏତେ ଭଳି ଅସହାୟ ହୋଇ ରହିଥିଲେ ଓ ଶେଷରେ ବାତ୍ୟାର ଶିକାର ହେଲେ, ନିଜ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ତାହା ଚିନ୍ତା କରିବାକୁ କେହି ସାହସ କଲେନାହିଁ। ଭାରତବର୍ଷ ଅଧ୍ୟାତ୍ମର ଏକ ଦେଶ ବୋଲି ଯେଉଁମାନେ ମହାଉଲ୍ଲାସର ସହିତ କହି ଆସିଛନ୍ତି ,ପ୍ରଧାନତଃ ସେହିମାନେ ହିଁ ଯୁଗେ ଯୁଗେ ସେଥିରେ ନାନା ଅଶୁଭକୁ ଭର୍ତ୍ତି କରି ଆସିଛନ୍ତି। ଅସଲ ବା ପରମ ସତ୍ୟଟି ଏକାନ୍ତ ବାସ୍ତବ ଭାବରେ ନିଜ ଭିତରେ ଅନୁଭୂତ ହେଲେ ଜୀବନରେ ଅଧ୍ୟାତ୍ମ ପରିଚୟର ସ୍ପର୍ଶ ମିଳେ। ସତେଅବା ବାହାର ଛାଡ଼ି ଭିତରେ ପ୍ରବେଶ କରୁଥିବା ପରି ପ୍ରାୟ ଏକ ଇନ୍ଦ୍ରିୟାନୁଭବ ହୁଏ ତା' ପରେ କୋଉଠି କ'ଣ ସବୁ ଘଟେ ଅଥବା କିଏ ଆସି ଗୋଟାସୁଦ୍ଧା ନିଜର ହୋଇଯାଆନ୍ତି କେଜାଣି, ଏହି ତଥାକଥିତ ବାହାରଟା ମଧ୍ୟ ଏକାବେଳେକେ ଅନ୍ୟ ଭଳି ଦିଶେ, କ'ଣ ଗୋଟାଏ ଅନ୍ୟ ମହକରେ ସାରା ପୃଥିବୀଟା ମହକି ଉଠେ, ଏଠି ମଧ୍ୟ ସିଏ ପୂରି ରହିଥିବାର ଚାକ୍ଷୁଷ ଅନୁଭବ ହୁଏ, ତା'ପରେ ପୃଥିବୀ ବଦଳିଯାଏ, ପୃଥିବୀ ଭଲ ଲାଗେ। ପରମସତ୍ୟ ଜୀବନରେ ପ୍ରବେଶ କରିବା ଏବଂ ନିଜ ଭିତରେ ବହୁ ଉନ୍ମୋଚନର ଉଦ୍ବୋଧନ ତଥା ସାହସ ଆଣି ଦେଇଯିବା, ତାହାହିଁ ଅଧ୍ୟାତ୍ମ। ଅଧ୍ୟାତ୍ମ ଭିତରେ ବହୁ ଅଶୁଭକୁ ପୂରାଇ ଦେଇ ଆମ ଗୁରୁମାନେ କାହିଁକି ତାହାକୁ ଏକ ଅଫିମଗୋଳା ଧର୍ମରେ ପରିଣତ କରିଦେଲେ କେଜାଣି। ଭିତରକୁ ବାଟ ହୁଡ଼ି କୋଟି କୋଟି ମଣିଷ ଏହି ବାହାରଟାରେ ହିଁ ନାନା କାମୁକତା ଏବଂ କାତରତା ଭିତରେ ରହିଗଲେ। ସମ୍ପ୍ରଦାୟୀ ହେଲେ, ଏକ ଆରେକୁ ସାନ ବୋଲି କହିଲେ, ଖଣ୍ଡା ଧରି ପୃଥିବୀଟାକୁ ନିଜ ପଟକୁ ଦୀକ୍ଷିତ କରି ଆଣିବାକୁ ବାହାରିଲେ। ନାନା ପୌରଳିକତାର ଉପଦ୍ରବ ମଣିଷମାନଙ୍କୁ ବାଉଳା କରି ରଖିଲା। ଯୁଗପତ୍ ଭାବରେ ଉତ୍ତେଜିତ ଏବଂ ଅସହାୟ କରି ରଖିଲା। ଅସହାୟ ମଣିଷମାନେ ହିଁ ସଚରାଚର ପରସ୍ପରକୁ ନଲୋଡ଼ି ସ୍ଵାର୍ଥସିଦ୍ଧିକୁ ଲୋଡ଼ନ୍ତି। ଭାରି ଅଳପ ହୋଇ ରହନ୍ତି। ବାହାରେ ମନ୍ଦିରମାନଙ୍କର ସଂଖ୍ୟା ବଢ଼େ, ଯଥାସମ୍ଭବ ଅଧିକ ଟାଉ ଟାଉ ହୋଇ ଅନ୍ୟମାନଙ୍କୁ ପ୍ରତ୍ୟାଖ୍ୟାନ କରି ଏବଂ ବଂଚିତ କରି ରଖି ମନୁଷ୍ୟମାନେ କେବଳ ନିଜ ପାଇଁ ଅଧିକ ଧନ, ଅଧିକ ମାନ, ଅଧିକ ପୁଣ୍ୟ ଓ ଅଧିକ ଲାଭ ସାଉଁଟି ନେଇ କୌଣସି ଗାତ ଭିତରେ ଯାଇ ଅଲଗା ହୋଇ ରହିବାକୁ ହିଁ ସତେଅବା ଚରମ ସଫଳତା ବୋଲି ବିଶ୍ୱାସ କରନ୍ତି। ପୃଥିବୀର ଉଜୁଡ଼ି ଯିବାରେ ସାହାଯ୍ୟ କରନ୍ତି। ନିଜର ଅପକୃତ୍ୟମାନଙ୍କୁ ଘୋଡ଼ାଇ ରଖିବା ନିମନ୍ତେ ସମ୍ଭବତଃ ମାଳିକାକୁ ସାକ୍ଷୀ ରୂପେ ଛିଡ଼ା କରନ୍ତି ଏବଂ କାଳକୁ ଦୋଷ ଦେଉଥାନ୍ତି। ଅଶୁଭର କର୍ତ୍ତା ଆମେ, ଅନେଶ୍ୱତ ନାମକ ବର୍ଷଟି ମୋଟେ ନୁହେଁ। ମନୁଷ୍ୟମାନଙ୍କର ଅଶୁଭ ବାସନାମାନେ ପ୍ରବଳ ହୋଇ ପୃଥିବୀକୁ ଅଲକ୍ଷଣା କରି ପକାନ୍ତି। ଆମରି ଚାରିପାଖରେ ଆମେ ଭିଆଇ ରଖିଥବା ଅଶୁଭମାନେ ହିଁ ସ୍ତୂପ ସ୍ତୂପ ହୋଇ ରହିଛନ୍ତି ଏବଂ ଶୁଭର, ଆତ୍ମୀୟତାର ତଥା ଭଗବାନଙ୍କର ବାଟ ଓଗାଳି ବସିଛନ୍ତି। ଅଶୁଭ ବାସନାକୁ ଅଭିଶାପ ଦେଲେ ଅଶୁଭ ଯାଏନାହିଁ। ଗୋଟିଏ ଉପନିଷଦର କଥା ଅନୁସାରେ, ଶୁଭ ବାସନାର ଅନୁଶୀଳନ ଦ୍ୱାରା ହିଁ ଅଶୁଭ ବାସନାଟିକୁ କାଟିବାକୁ ପଡ଼େ। ତେଣୁ, ଚାଲ ଆମେ ଆମ ବାସନାର ଯାବତୀୟ ଅବସରରେ ଶୁଭକୁ ହଁ ସତକୁ ସତ ଲୋଡ଼ିବା।